ସେ ଆସିପାରିବେ କି ନାହିଁ ମୁଁ ଜାଣେନା, ତେବେ ଅନ୍ତର ଖୋଲି ଡାକନ୍ତୁ, ସେ ଆସିବେ। ବିଷ୍ଣୁପୁର ଲୋକାରଣ୍ୟ… ବସନ୍ତ ଋତୁର ଗୋଟିଏ ସନ୍ଧ୍ୟା। ଚାରିଆଡେ଼ ମସାଲ ଜଳୁଛି… ଏ ଗାଁରେ ବିଜୁଳି ଆଲୁଅ ଥିଲା, ସଭା ବେଳକୁ ତାହା କଟିଗଲା। ଏ ସଭାର ମୁଖ୍ୟ ଅତିଥି ମନ୍ତ୍ରୀ ନୁହଁନ୍ତି। କଳାବଜାରୀ ଟାଉଟର। ନୁହଁନ୍ତି। କଣ୍ଟ୍ରାକ୍ଟର ନୁହଁନ୍ତି। ନୁହଁନ୍ତି ମାଜିଷ୍ଟ୍ରେଟ…। ନୁହଁନ୍ତି ସମ୍ବାଦପତ୍ରର ଫଟୋପ୍ରିୟ ସମ୍ପାଦକ। ନୁହନ୍ତି ଶିଳ୍ପପତି, ଦୂରାଗତ ବଣିଜ ବେପାରୀ- ଯେ ମୁଖ୍ୟ ଅତିଥି, ସେ ବିଶ୍ୱର ଅତିଥି, ସେ ଲୋକନାୟକ… ଶକ୍ତି ଉତ୍ସର ମହା ପାରାବାର… "ଜୟପ୍ରକାଶ"। ସେ ଆସିଛନ୍ତି। ଆଉ ମୁଖ୍ୟ ବକ୍ତା ରତ୍ନାକରର ଗୁରୁଦେବ, ତେଜସ୍ଵୀ ସାହିତ୍ୟିକ, ଶିଳ୍ପୀ ଓ ମମତାଭରା ଚୈତନ୍ୟରୂପ, ଆଗାମୀ କାଳର ଦିଗ ନିର୍ଣ୍ଣୟକାରୀ ଆଧ୍ୟାତ୍ମ୍ୟସେବୀ ପ୍ରଣବାନନ୍ଦ ସ୍ୱାମୀ। ସତ୍ୟ ଓ ପ୍ରଣବର ଅପୂର୍ବ ମିଳନ!!! ଏ ମିଳନରେ ବିଶ୍ଵବନ୍ଧୁ ନାୟକ କେତେବେଳୁ ଅସ୍ତମିତ ହୋଇଯାଇଛନ୍ତି। ମନ୍ତ୍ରୀ-ମରଣା-ତାମସ ବି ଅନ୍ତର୍ହିତ। ଆଜି ଆଉ "କାହାକୁ ଡାକିବା"ର ପ୍ରଶ୍ନ ନାହିଁ। ଯାହା ସତ୍ୟ ଓ ଶ୍ରୀ, ତାହା ଆସିଯାଇଛି ଦ୍ଵାରପ୍ରାନ୍ତକୁ... ତାହାହିଁ ଜୟ; ତାହା ହିଁ ପ୍ରକାଶ। ତାହାହିଁ ଆଗାମୀ ପ୍ରଭାତର ରଶ୍ମୀରେଖା… ସବୁ ହରାଇଥିବା ମଣିଷର ଟିକିଏ ସ୍ୱଳ୍ପ… ମାତ୍ର ଆଶା… ସୋରେଇଏ ପାଣି ଶ୍ରୀଜଗନ୍ନାଥବଲ୍ଲଭ ମଠ ପ୍ରାଙ୍ଗଣରେ ଯେଉଁ ଆଧ୍ୟତ୍ମିକ ସଭା ହେଲା ଓ ସେଥିରେ ପ୍ରଭୁପାଦ ଚିଦାନନ୍ଦ ସରସ୍ୱତୀ ଯେପରି ଧର୍ମୀୟ ଭାଷଣ ଦେଲେ, ତାହା ସଚିବାଳୟର ପୌଢ଼ ଷ୍ଟେନୋବାବୁ ଶ୍ରୀ ପଙ୍କଜ ମହାନ୍ତିକୁ ବଡ଼ ଭାବ-ରସରେ ଆନ୍ଦୋଳିତ କଲା। ଇମିତି ହୋଇଥାଏ। ଯାହାଙ୍କର ହୃଦୟ ଆଗରୁ କର୍ଷିତହୋଇ ରହିଛି, ସେଠୀ ଈଶ୍ୱରଙ୍କର ନାମରୂପ ବୀଜ ପଡ଼ିବାମାତ୍ରେ ଅଙ୍କୁର ଫଳିଯାଏ। ଷ୍ଟେନୋବାବୁଙ୍କର ତାହାହିଁ ଘଟିଲା। ସେଦିନ ସନ୍ଧ୍ୟାରେ ସରସ୍ୱତୀ କଣ କହିଥିଲେ, ସାରାଂଶରେ ତାହା ଏତିକି ହେବ ଯେ, ସମଗ୍ର ଜଗତ ହେଲା ବ୍ରହ୍ମମୟ ସମୁଦ୍ର। ସେଠାରୁ ଯିଏ ଯେତେ ବାରି କଳସୀରେ, ସୋରେଇରେ, ମାଟି ହାଣ୍ଡିରେ, ପିତଳ ହଣ୍ଡାରେ ଅବା ବୋତଲ ଶିଶିରେ ଆଣିଲା, ତାହା ସେହି ଆକାରରେ ରହିଲା ସିନା; ମାତ୍ର ସେଗୁଡ଼ିକ ଭାଙ୍ଗିଲେ କି ଉଭେଇଗଲେ ସେହି ମୂଳ ପଦାର୍ଥ ଜଳରେ ହିଁ ମିଶିଯିବ। ସିମିତି ଜୀବଜନ୍ତୁ ମଣିଷ ଘଟ ଧରୁଛନ୍ତି। କାହାର କେତେ ଆକାର ପ୍ରକାର, ହେଲେ ଆମେ ପ୍ରାଣୀ ମାତ୍ରକେ ବ୍ରହ୍ମମୟ, ବ୍ରହ୍ମ। ବାରିଧିର ଜଳାଂଶ ଜଳବିନ୍ଦୁ। ଶ୍ରୀ ପଙ୍କଜ ମହାନ୍ତି ଏଭଳି ତାତ୍ୱିକ ବିଚାର କେବେ ଶୁଣିନଥିଲେ। ସେକ୍ରେଟେରିଏଟ ଚାକିରୀ, ହାକିମଙ୍କ ପାଖେ ପାଖେ ରହି ତାଙ୍କ ବକ୍ତବ୍ୟ ସବୁ ନୋଟ୍ କରନ୍ତି। ନିଜର ବକ୍ତବ୍ୟ ବୋଲି ସେ କିଛି ଜାଣନ୍ତି ନାହିଁ। ଏମିତି ଅଭ୍ୟାସ ହୋଇଗଲା ଯେ, ନିଜେ ନାସ୍ତିକ ହୋଇଗଲେ, ଅନ୍ୟର କଥାର ଅସ୍ତିତ୍ଵକୁ ସ୍ଵୀକାର କଲେ। ଆଜି ତାଙ୍କର ଆଖି ଫିଟିଗଲା। ମନର ମୂଳପର୍ଯ୍ୟନ୍ତ ହଲିଗଲା! ଛୁଟିରେ ଆସିଥିଲେ ଜଗନ୍ନାଥ ଦର୍ଶନ କରିବାକୁ। ମଝିରେ ମଝିରେ ଏପରି ସେ କରନ୍ତି। ସେକ୍ରେଟେରୀଙ୍କ ବାସଭବନ ପୁରୀକ୍ଷେତ୍ରରେ ହୋଇଥିବାରୁ, ସେ ଆସି ନ ପାରିଲେ ଷ୍ଟେନୋବାବୁ ଆସି ଗୃହର ରକ୍ଷଣାବେକ୍ଷଣା କଥା ବୁଝିଯାଆନ୍ତି। ସେ ଘରେ ଫାଳେ ଉଡ଼ାନେଇଥିବା ବ୍ୟକ୍ତିଙ୍କଠାରୁ ଟଙ୍କା ଆଦାୟ କରନ୍ତି। କେଜାଣି କାର୍ତ୍ତିକ ଚିଦାନନ୍ଦ ସରସ୍ଵତୀଙ୍କର ପ୍ରବଚନରେ "ସୋରେଇଏ ପାଣି "କଥାଟା ତାଙ୍କୁ ବଡ଼ ମଉଜ ଲାଗିଲା। ଏହାର କାରଣ ଏବଂ ଏପରି ଅପୂର୍ବ ଯୋଗାଯୋଗ ଯେ, ଶ୍ରୀ ପଙ୍କଜ ମହାନ୍ତି ପୁରୀ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ତାଙ୍କର ଟେବୁଲ ଉପରେ, ଫାଇଲ ଭିତରେ 'ସୋରେଇଏ ପାଣି' ବିଷୟଟି